'' ବିଦେଶୀ ବଜାରକୁ ପ୍ରଚୁର ପରିମାଣରେ କାହିଁ?... ଆଉ ସ୍ଥିର ରହିପାରୁ ନାହିଁ। କହିଲା–ଆପଣଙ୍କ ଯୁକ୍ତି ମୁଁ ହତାଶା, ସବୁଠି କେବଳ ଅଶାନ୍ତି,ସବୁଠୁ ମଣିଷ ଉତ୍ପାଦନକାରୀ, ଆପଣ ଆତଙ୍କ। ନାଁ... ଏ ଆତଙ୍କରାଜର ଦୂର କରୁଛନ୍ତି। ଆପଣଙ୍କୁ ମାସିକ ହା.. ହା କାରରେ ପରିପୂର୍ଣ୍ଣ ହୋଇଯିବ। କ୍ଳିବ ଡ଼ାଲି ଯୋଗଇ ଦେଲେ ଦେଶ ବିଲୀନ ହୋଈଯିବ। ଦେଶର ଦୁର୍ଭାଗ୍ୟ କଥା ରେ ନିଜର ସମ୍ମାନ ସମୟ ସହିତ ତାଳ ଦେଇ ଦେଶକୁ ବଞ୍ଚାଈ ରଖିବାକୁ ସୃଷ୍ଟି କରିବାକୁ। ଯୁକ୍ତି ଆରମ୍ଭ କଲା ଲୋପାମୁଦ୍ରା... ''ମୁଁ ବୁଝୁଛି, ଏ ଏକ ଜାତୀୟ ପ୍ରଶ୍ନ। ଆଉ ଆମ୍ଭେମାନେ.. ତା' ଜାତିର ମଣିଷ। ତେବେ ଆମର କ'ଣ ଏଥିପାଇଁ କିଛି କର୍ତ୍ତବ୍ୟ। ଚମକି ଉଠିଲା ହେମକାନ୍ତ। ଲୋପାମୁଦ୍ରାର ପ୍ରଶ୍ନ ସମଗ୍ର ଜଗତ ଜାଣେ ନୁହେଁ... ଏକକ ଭାବେ ହେମକାନ୍ତକୁ। ସ୍ଥିର ହୋଇ କହି ହେମକାନ୍ତ... ''ହଁ ଆମର ଏଥିପାଇଁ ଦାୟିତ୍ୱ ଅଛି ନିଶ୍ଚୟ। ଯେତେ ଚେଷ୍ଟା କଲେ ମଧ୍ୟ ଆମ ଦେଶରୁ ଖାଦ୍ୟ ସମସ୍ୟା ଦୂର ହୋଇନାହିଁ। ଆମ ଦେଶର ଏହା ଏକ ଚିରନ୍ତନ ବ୍ୟାଧି। '' କୋଟି ଟଙ୍କା ଖର୍ଚ୍ଚ କରା ନ ଗଲେ ଗୋଟାଏ ଗୋଟାଏ କାରଖାନା ସମ୍ଭବ ହୋଇପାରୁ ନାହିଁ। ବିଦେଶୀ ଅର୍ଥ ନ ପାଇଲେ ଏ ଦିଗରେ ଆମ ପ୍ରଗତି ପଛେଯିବ। ନିର୍ଘାତ୍ ହସିଉଠିଲା ଲୋପାମୁଦ୍ରା। ସତେ ଯେମିତି ସେ ଭାବୁଥିଲା... ହେମକାନ୍ତଙ୍କର ଭାରତୀୟ ଶିଳ୍ପୀକରଣ ସମ୍ବନ୍ଧରେ ମୋଟେ ଧାରଣ ନାହିଁ। ନିଜକୁ ଆଉ ଟିକେ ସଜିଲ କରି ନେଇ ପୁଣି ଥରେ ହସିଲା ଲୋପାମୁଦ୍ରା। ତା'ପରେ କହିଲା... ''ପ୍ରଗତିର ସାରଥୀ ଏଇ ଶିଳ୍ପାନୁଷ୍ଠାନଗୁଡ଼ିକ ଆପଣ ଦେଖିଛନ୍ତି? ଭଲକରି ଦେଖିଲେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେ ନାହିଁ। ଆମ ଦେଶରେ ଶିଳ୍ପାନୁଷ୍ଠାନ ନାମରେ କେବଳ ନଗର ସୃଷ୍ଟି ହୋଇ ଚାଲିଛି। ଭବନ ତିଆରି ଚାଲିଛି। ହିସାବ କରି ଦେଖିଲେ ଆପଣ ଜାଣିବେ ଆମ ଦେଶରେ ଯେତେ ରାଜମିସ୍ତ୍ରୀ ପ୍ରତ୍ୟେକ ଦିନ କାମ କରନ୍ତି... ତାହାର ଅଧା ମଧ୍ୟ ଶିଳ୍ପ ଶ୍ରମିକ ଭାବରେ କାମ କରନ୍ତି ନାହିଁ। ଦିଲ୍ଲୀ, ଭୂବନେଶ୍ୱର ଆଦିରେ ଯେଉଁ ମହଲା ମହଲା ବ୍ୟାପୀ ଭବନଗୁଡ଼ିକ ସୃଷ୍ଟି ହୋଇଛି ଆଉ ହେଉଛି... ସେ ସବୁର ପରିଚାଳନା ବାବଦର ଖର୍ଚ୍ଚରେ ମଧ୍ୟ କେତୁଟା ବିରାଟ କାରଖାନା ଚାଲିପାରିବ... କିନ୍ତୁ କାହିଁକି? କି ଆବଶ୍ୟକତା ଅଛି ଏ ଭବନ ଗୁଡ଼ିକର? ଜାପାନ ପରି ଉନ୍ନତ ଦେଶରେ ତ' ପୁଣି କାଗଜ ଘରେ ମଣିଷ ରହି ପାରୁଛନ୍ତି। ତମ୍ଭୁ ପକାଇ ତ' ଆପଣଙ୍କ ବନ୍ଦୋବସ୍ତ କର୍ମଚାରୀମାନେ କାମ କରି ପାରୁଛନ୍ତି? ତା'ହେଲେ ଏ ମହଲା ମହାଲା ବ୍ୟାପୀ ପ୍ରାସାଦଗୁଡ଼ିକର ଆବଶ୍ୟକତା କ'ଣ ଅଛି? ତଥାକଥିତ ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ ଯଦି ଏହି ଅର୍ଥର ହରିଲୁଟ୍ ନ ଚାଲନ୍ତା.. ତେବେ ମନ୍ଦ ଅବା କ'ଣ ହୁଅନ୍ତା? ମୁଁ ଭାବୁଛି... ଏତିକିରେ ସବୁ ଅଭାବ ଦୂର ହୋଇ ଯାଆନ୍ତା। ଆଉ ଯୁକ୍ତି କରିପାରୁ ନ ଥିଲା ହେମକାନ୍ତ.. ସତରେ ଲୋପାମୁଦ୍ରା ବୁଦ୍ଧିମତୀ। ତାକୁ ପରାସ୍ତ କରିବାକୁ ନିଜକୁ ସେହି ପରିମାଣରେ ସଜିଲ କରିବାକୁ ହେବ। ହେମକାନ୍ତ କହିଲା—ତୁମ ଯୁକ୍ତିକୁ ମୁଁ ସ୍ୱୀକାର କରୁଛି ଲୋପାମୁଦ୍ରା। କିନ୍ତୁ ଆଉ ଗୋଟାଏ ଦିଗ ତୁମେ ବିଚାର କର। ହୁଏତ ତୁମ ଯୁକ୍ତି ଅନୁସାରେ କାମ କଲେ। ବର୍ତ୍ତମାନ ଖାଦ୍ୟଭାବ ପଡ଼ିବା ନାହିଁ। ଆମେ ସୁରୁଖୁରୁରେ ଚଳିଯିବା। ହେଲେ ବର୍ଷକୁ ବର୍ଷ ତ ଗୋଟିଏ ନିର୍ଦ୍ଧାରିତ ହାରରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି,ଏ ପ୍ରକାରର ପରିଚାଳନା କେତେ ଦିନ ଅବା ଅବସ୍ଥା ସମ୍ଭାଳିବ? ପୁଣି ଦିନ ଆସିବ.. ଖାଦ୍ୟାଭାବ ପଡ଼ିବ। ଏଇ ଖାଦ୍ୟଭାବ.. ଅନ୍ୟାନ୍ୟ ଅଭାବ ଅନାଟନର କାରଣ ହେବ। ପୁଣି ସେତେବେଳେ? ସତେ ଅବା ଏ ଯୁକ୍ତି କରି ଗଡ଼ ଜୟ କରିଛି ହେମକାନ୍ତ। ମୁଣ୍ଡ ନଇଁଲା ଲୋପାମୁଦ୍ରା। ହେମକାନ୍ତ ଠିକ୍ କହୁଛନ୍ତି। ତାଙ୍କ ଯୁକ୍ତିକୁ ସମର୍ଥନ କରିବାକୁ ପଡ଼ିବ। ଏଥର ନରମ ଭାବରେ ଲୋପାମୁଦ୍ରା। କହିଲା—ତା' ହେଲେ ଆପଣ କହନ୍ତୁ... ଏ ଅବସ୍ଥାରେ ସମାଧାନ ପାଇଁ କ'ଣ କରାଯାଇପାରେ? ଚିନ୍ତିତ ହେଲା ହେମକାନ୍ତ। କ'ଣ ସେ ଉତ୍ତର ଦେବ? ଧୀର ଭାବରେ ହେମକାନ୍ତ କହିଲା—ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଆହୁରି ଚିନ୍ତା ଲୋଡ଼ା.